ଆସି ଦେଖିଲେ କୋଠରିର ଟେବୁଲ ଉପରେ ଥୁଆହୋଇଛି ଖଣ୍ଡିଏ ଚିଠି। ଚିଠିଟି ଲେଖାଯାଇଛି ଅସ୍ଥାୟୀ ଡିରେକ୍ଟର ଭିନୋଗ୍ରେଡ଼ୋଭ୍ଙ୍କ ନିକଟକୁ। ମେରିନା ଚିଠିଟି ଖୋଲି ପଢ଼ିବାକୁ ଲାଗିଲା– ପ୍ରିୟ ଡିରେକ୍ଟର ଭିନୋଗ୍ରେଡ଼ୋଭ୍, ଉପଗ୍ରହର କେହି ମୋ ମତକୁ ସମର୍ଥନ କଲେ ନାହିଁ ବୋଲି କିମ୍ବା ମୋତେ ଡିରେକ୍ଟର ପଦରୁ ଦରଖାସ୍ତ କରାଯାଇ ବନ୍ଦୀ କରାଯାଇଛି ବୋଲି ମୁଁ ଦୁଃଖିତ ନୁହେଁ। ବହୁ ଚିନ୍ତା ପରେ ମୁଁ ଶେଷ ନିଷ୍ପତ୍ତି କରିନେଲି ଯେ, ମାର୍କିନ୍ଦେଶକୁ ଏଭଳି ସମୟରେ ସାହାଯ୍ୟ କଲେ ଆମ ଦେଶର ସମ୍ମାନ ପୃଥିବୀର ସକଳ ଜାତିଙ୍କ ସମ୍ମୁଖରେ ଉଚ୍ଚତର ହୋଇ ରହିବ। ମୁଁ ଆମ ଜାତିର ସମ୍ମାନ ସାରା ପୃଥିବୀରେ ଟେକି ରଖିବା ପାଇଁ ତୁମ କାହାରି ସାହାଯ୍ୟ ନନେଇ ଯାଉଛି ମାର୍କିନ୍ ଉପଗ୍ରହଠାକୁ। ଏକା ଯାଉଛି ବୋଲି ମୁଁ ଉପଗ୍ରହର ସବୁଠାରୁ ଛୋଟ ଜଣକିଆ ରକେଟ୍ଯାନଟି ସଙ୍ଗରେ ନେଇ ଯାଉଛି। ଯଦିଚ ମହାଶୂନ୍ୟରେ ଏକା ଯିବା ବିପଦସଂକୁଳ, ତଥାପି ମୁଁ ଯାଉଛି ସେହି ମହତ୍ଉଦ୍ଦେଶ୍ୟ ସାଧନ ପାଇଁ। ମୋର ଏକାନ୍ତ ଅନୁରୋଧ, ମୋ ପାଇଁ କେହି ଯେପରି ବ୍ୟସ୍ତ ନ ହୁଅନ୍ତି। ମୁଁ ମାର୍କିନ୍ ଉପଗ୍ରହଟିକୁ ସଜାଡ଼ି ପୁଣି ଆମ ଉପଗ୍ରହକୁ ଫେରିଆସିବି। ମୁଁ ଫେରି ନ ଆସିବା ଯାଏଁ, ଏହି ଖବରଟି ମାନମନ୍ଦିରକୁ ପଠାଇବ ନାହିଁ। ପ୍ରିୟ ବନ୍ଧୁ, ତୁମେ ତ ଜାଣିଛ ମେରିନା କେଡ଼େ ଦୁର୍ବଳହୃଦୟା। ମୋ ଅନୁପସ୍ଥିତିରେ ସେ ଅଧୀର ହୋଇ ଭାଙ୍ଗିଫଡ଼ିବ। ତା' ଉପରେ ଟିକିଏ ଦୃଷ୍ଟି ରଖିଥିବ। ତୁମ ବିନାନୁମତିରେ ମୁଁ ଉପଗ୍ରହର ଛୋଟ ରକେଟ୍ଯାନଟି ନେଇ ଯାଉଛି। ଆଶା, ମୋତେ କ୍ଷମା କରିବ। ତୁମର ଆଲେସ୍କି ଚିଠିଟି ପଢ଼ି ମେରିନାର ମୁଣ୍ଡ ଘୂରାଇଗଲା। ଆଖିକୁ କିଛି ସ୍ପଷ୍ଟ ଦିଶିଲା ନାହିଁ। ତାକୁ ବୋଧହେଲା ସତେ ଯେପରି ଉପଗ୍ରହଟି ତଳୁ ଉପର ହୋଇ ଘୂରିଯାଉଛି। ସେ ଠିଆ ହୋଇଥିଲା, ହଠାତ୍ଗଛ କାଟିଲଭଳି ତଳେ ପଡ଼ିଗଲା। ଗୋଲେଭ୍ ଧରାଧରି କରି ମେରିନାକୁ କୌଣସି ପ୍ରକାରେ ନିକଟସ୍ଥ ଖଟ ଉପରେ ଶୁଆଇଦେଲେ। ସଙ୍ଗେ ସଙ୍ଗେ ଉପଗ୍ରହ ସାରା ରାଷ୍ଟ୍ର ହୋଇଗଲା ଆଲେସ୍କିଙ୍କ ଅଦ୍ଭୁତ ଅନ୍ତର୍ଦ୍ଧାନ। ଆଲେସ୍କି ଗୋଟାଏ ରାତି ଭିତରେ ଏଭଳି ଏକ ବିପଦ୍ଜନକ ନିଷ୍ପତ୍ତି କରି ପକାଇ ନିଜ ଜୀବନକୁ ବିପଦସଂକୁଳ କରି ମାର୍କିନ୍ ଉପଗ୍ରହଠାରୁ ଚାଲିଯିବେ, ଏହା କେହି ବିଶ୍ୱାସ କରିପାରିଲେ ନାହିଁ। ଭିନୋଗ୍ରେଡ଼ୋଭ୍ ଚିଠିଟିକୁ ପଢ଼ି ସଙ୍ଗେ ସଙ୍ଗେ ଆଦେଶ ଦେଲେ, ତିନୋଟିଯାକ ପର୍ଯ୍ୟବେକ୍ଷଣାଗାରରୁ ଆଲେସ୍କିଙ୍କୁ ଲକ୍ଷ୍ୟ କରିବା ପାଇଁ। ସେ ଯେଉଁ ରକେଟ୍ଯାନଟି ନେଇ ଯାଇଛନ୍ତି, ନିହାତି ଛୋଟ ଥିବାରୁ ଏହା ସାହାଯ୍ୟରେ ଏତେ ଦୂରକୁ ଯାଇ ଫେରିଆସିବା ସମ୍ଭବପର ନୁହେଁ ବୋଲି ସେ ସମ୍ବନ୍ଧରେ ସମସ୍ତେ ସନ୍ଦିହାନ ହୋଇପଡ଼ିଥାନ୍ତି। ମେରିନାକୁ ପର୍ଯ୍ୟବେକ୍ଷଣାଗାର ଭିତରକୁ ପଶି ଆସିବା ଦେଖି ଲେନା ବଡ଼ ବ୍ୟସ୍ତ ହୋଇପଡ଼ିଲା। ସେ ମେରିନାକୁ ପାଛୋଟି ନେଇ ଗଲା ଦୂରବୀକ୍ଷଣଠାରେ ଦେଖାଇବା ପାଇଁ ଆଲେସ୍କି କିଭଳି ଭାବରେ ମାର୍କିନ୍। ଉପଗ୍ରହ ଆଡ଼େ ଧାଉଁଛନ୍ତି। ତାଙ୍କ ରକେଟ୍ଯାନଟି ଖୁବ୍ବେଗରେ ଆଗେଇବାର ଦେଖି ମେରିନାର ହୃଦୟ ଭୟରେ ଥରି ଉଠିଲା। ମନ ଭିତରେ ଶତ ଶତ ସନ୍ଦେହ ଘୂରି ବୁଲିଲା, ''ସତେ କଅଣ ଆଲେସ୍କି ମାର୍କିନ୍ ଉପଗ୍ରହକୁ ସଜାଡ଼ି ଏଠାକୁ ଫେରିଆସିବେ? '' ପରମୁହୂର୍ତ୍ତରେ ପୁଣି ସେ ଭାବିଲା, ଯଦି କିଛି ବିପଦ ପଡ଼େ ତେବେ ତାଙ୍କ ଯାନର ଉପଗ୍ରହ ସହିତ କୌଣସି ବେତାର ସଂପର୍କ ନଥିବାରୁ ଏଠାରେ ଜଣାପଡ଼ିବ କେମିତି? ତା'ହେଲେ ତାଙ୍କୁ ସେଭଳି ପରିସ୍ଥିତିରେ କିପରି ଉଦ୍ଧାର କରାଯାଇ ପାରିବ, ସେ ଭାବି ପାରିଲା